ଡକ୍ଟର... ତୁମେ ଏତେ ମହାନ୍! ମହାନ୍ ନୁହେଁ ଲୁସି, ମୁଁ ତ ତୁମର। ମୋ ନିକଟରେ ଲୀଳାର ଛାଇ ଦେଖି ଚମକିବା ତୁମ ପକ୍ଷରେ ଉଚିତ୍ ନୁହେଁ, ଯେତେବେଳେ ସେ ମୋର ଅଧସ୍ତନ କର୍ମଚାରୀ। କିନ୍ତୁ ମହାସାଙ୍ଘାତିକ ସେ ତୁଷାରକାନ୍ତି! ମୋର ନିଜର ଆତ୍ମବିଶ୍ୱାସ ଯଥେଷ୍ଟ ଅଛି ଲୁସି, ଆଉ ତୁମ ଉପରେ ବି ପ୍ରଖର ବିଶ୍ୱାସ ରହିଛି। ସେଇଥିପାଇଁ ତ ତୁମକୁ କବଳିତ କରିବା ଲାଗି ଶତ୍ରୁଜିତ୍ ଯେଉଁ ଜାଲ ବିସ୍ତାର କରିଥିଲା, ସେହି ଜାଲରେ ତାକୁ ଛନ୍ଦି ଏହିଠାକୁ ନେଇ ଆସିଛି। ଏଥର ଲୁସିର ମୁଖମଣ୍ଡଳ ପ୍ରସନ୍ନତାର ଆଭାରେ ପୁଲକିତ ହୋଇଉଠିଲା। ସେ ତୁଷାରକାନ୍ତିଙ୍କୁ ଏକ ନିବିଡ଼ ଚୁମ୍ବନ ଦେଇ କହିଲା, ସତରେ ଡକ୍ଟର, ତୁମକୁ କୌଣସି ମୁହୂର୍ତ୍ତରେ ମୋ ପାଖରୁ ଛାଡ଼ିବାକୁ ଇଚ୍ଛା ନାହିଁ। ଆଉ ମୋର ତୁମେ ବୁଝିପାରିବନି ରାଣୀ ହଠାତ୍ ହାତଘଣ୍ଟାକୁ ଚାହିଁ ଚଞ୍ଚଳ ହୋଇପଡ଼ି ଲୁସି କହିଲା, ଏବେ ବସ୍‌ଙ୍କ ପାଖକୁ ଯିବାକୁ ପଡ଼ିବ ଡକ୍ଟର। ରାତିରେ ପୁଣି ସାକ୍ଷାତ, ମୁଁ ଆସୁଛି। କ୍ଷିପ୍ର ବେଗରେ ଲୁସି ସେହି କକ୍ଷରୁ ଅନ୍ତର ହୋଇଗଲା। କେତେକ ମୁହୂର୍ତ୍ତ ସେଠାରେ ଛିଡ଼ା ହେବା ପରେ ପୁଣି ଆଉ ଗୋଟିଏ କକ୍ଷକୁ ଚାଲିଆସିଲେ ତୁଷାରକାନ୍ତି। ଏ କକ୍ଷଟି ଅପେକ୍ଷାକୃତ ମନୋରମ ଥିଲା। ଏକ ଟିକ୍ ଉଡ୍‌ର ଟେବୁଲ୍ ଚତୁଃପାର୍ଶ୍ୱରେ କେତେଗୁଡ଼ିଏ ସୁଶୋଭିତ ଚେୟାର ପଡ଼ିଥିଲା। ତା’ ଠାରୁ କିଛି ଦୂରରେ ଏକ ଷ୍ଟିଲ୍ ଆଲମିରା। ପକେଟ୍‌ରୁ କେତେଗୁଡ଼ିଏ ଚାବି ବାହାର କରି ତାହାରି ସାହାଯ୍ୟରେ ଆଲମିରା ଖୋଲି କେତେଗୁଡ଼ିଏ ଫାଇଲ୍ ବାହାର କରି ଆଣିଲେ। ଦୀର୍ଘ ସମୟ ଫାଇଲ୍‌ର ପୃଷ୍ଠାଗୁଡ଼ିକ ଉପରେ ମନୋନିବେଶ କରିବା ପରେ, ଟେବୁଲ୍ ଉପରେ ଥିବା କେତେଗୁଡ଼ିଏ ସୁଇଚ୍ ଭିତରୁ ଗୋଟିଏ କିଛି ସମୟ ଅନ୍ କରି ଧରିଲେ। ତା’ ପରେ ପୁଣି କ’ଣ ଲେଖିବାରେ ବ୍ୟସ୍ତ ରହିଲେ। ବାହାରେ ପାଦଶବ୍ଦ ଶୁଣାଗଲା। ଶୁଣି ନ ଶୁଣିଲା ପରି ତୁଷାରକାନ୍ତି ସେହି ଫାଇଲ୍ ଉପରେ ପୂର୍ବ ପରି ମନୋନିବେଶ କରି ରହିଥିଲେ। ସତ୍ରସ୍ତ ବଦନରେ ଭିତରକୁ ପ୍ରବେଶ କଲା ଲୀଳା। ତା’ର ଚେହେରାରେ ଅଦ୍ଭୁତ ପ୍ରକାର ପରିବର୍ତ୍ତନ ଆସିଯାଇଥିଲା। ମନେ ହେଉଥିଲା, ଏହି କେତେ ଦିନ ଭିତରେ ତା’ର ବୟସର ସୀମାରେଖା ଯେମିତି ଯଥେଷ୍ଟ ଆଗେଇ ଯାଇଛି। ତଥାପି ତୁଷାରକାନ୍ତି ନୀରବ ଥିଲେ। ତାଙ୍କର ଧ୍ୟାନଭଙ୍ଗ କରିବା ପାଇଁ କୌଣସି କଥା କହିବା ଲାଗି ଆଜିକାର ପ୍ରତିରକ୍ଷା ପାଇଁ ଡକ୍ଟର ତୁଷାରକାନ୍ତି ଯେଉଁଭଳି ଭାବରେ ଯୋଜନା କରିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ। କିନ୍ତୁ ବାହାରର ସମ୍ବାଦ କିଛି ପାଇଛ? ବାହାରୁ ସେଭଳି କୌଣସି ସୂଚନା ମିଳି ନାହିଁ। ଆମର ସ୍ୱତନ୍ତ୍ର ସଦସ୍ୟ ସେ ବିଷୟରେ ଗଭୀର ଅନୁସନ୍ଧାନ କରି ଜାଣିପାରିଛନ୍ତି ଯେ, ଏ ଦଳର ଏଠାକାର ଅବସ୍ଥିତି ବିଷୟରେ କେନ୍ଦ୍ର ପୋଲିସ ସଂସ୍ଥା କିଛିଟା ଅନୁମାନ କରୁଥିଲେ ମଧ୍ୟ କୌଣସି ସଠିକ୍ ବିବରଣୀ ପାଇ ନାହାନ୍ତି। କାରଣ ଅନୁମାନ କରି ଯେଉଁ ସ୍କେଚ୍ ସେମାନଙ୍କ ନିକଟକୁ ପଠାଇବାକୁ ଶତ୍ରୁଜିତ୍ ଚେଷ୍ଟା କରିଥିଲେ, ତାହା ତୁଷାରକାନ୍ତି ଉଦ୍ଧାର କରି ଆଣିବା ଫଳରେ ସେ ଦିଗରୁ ଆମେ ନିରାପଦ ହୋଇପାରିଛୁ। ଆଉ ସର୍ବୋପରି କଲେକ୍ଟର ତଥା ଏସ୍ ପି ଙ୍କୁ କୌଶଳରେ ତୁଷାରକାନ୍ତି ଅପହରଣ କରି ଆଣିବା ଫଳରେ ସରକାରଙ୍କ ତରଫରୁ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରୁ ବଛା ବଛା ସୁଦକ୍ଷ କର୍ମଚାରୀମାନଙ୍କୁ ଅଣାଯାଇଛି ସତ, କିନ୍ତୁ ସେମାନେ ଏ ବିଷୟରେ ପୂରାପୂରି ଅଜ୍ଞ। ଅନ୍ତତଃ ପରିଚାଳନା ନିର୍ଦ୍ଦେଶକ ଏଠାରୁ ପ୍ରସ୍ଥାନ କରି ଗଲା ପର୍ଯ୍ୟନ୍ତ ବାହାରୁ କୌଣସି ବିପଦର ସୂଚନା ନାହିଁ। ଆଉ ସେଭଳି ଯଦି କୌଣସି ଆକସ୍ମିକ ଦୁର୍ଯୋଗ ଆସେ, ତା’ ହେଲେ ତା’ର ଦାୟିତ୍ୱରେ ରହିଥିବା ଧନୀରାମ ନିଶ୍ଚୟ